ବୈତରଣୀ ନଈ ଠାକୁରାଣୀ ଘାଇ ଦେଇ ପଠାଇଥିବା ସୈନ୍ୟମାନେ ଶିରିଆପୁର ଗାଁ'ଟାକୁ ପୂରା ଘେରି ଗଲେଣି। ଛୋଟ ଛୋଟ, ନାଗ ସାପ ପରି ବାଡ଼-ସନ୍ଧିରେ ନାଳୁଆ ମୁହଁରେ, ପଥର କଡ଼ରେ ପଶି ଖେଳୁଛନ୍ତି। ଚତୁର୍ଦ୍ଦିଗରେ ବଢ଼ିର ପଟୁଆର। ରାମାନନ୍ଦେ ଦେଖିଲେ–ସନା ଧୋବାର ବାଡ଼ିପଟ କାନ୍ଥ ପଡ଼ିଗଲାଣି। ନଳାବାଟେ ପାଣି ଜବରଦସ୍ତି ପଶିଆସି ଅଗଣା ଅଧିକାର କରିଚି। ଅଗଣାଏ ମାଟିପାଣି। ଆଉ କ୍ଷଣକରେ ପିଣ୍ଡା ଉପରକୁ ଉଠିପଡ଼ିବ। ଘରେ ସାନ ସାନ ଦୁଇଟା ଛୁଆ। ସନା ଭାରିଜାର କଣ ହବାର ଅଛି। ବେଳ ହେଲାଣି; କାଲି କି ପହରି ଦିନ କହି ହେଉ ନାଇଁ। ଏ ଅବସ୍ଥାରେ କଣ କରାଯାଏ? ସନା-ମା ବ୍ୟତିବ୍ୟସ୍ତ ହୋଇପଡ଼ିଲା। ଏକା ସନା, ତାଙ୍କୁ ସମ୍ଭାଳିବ କେମିତି। ସନା ତାଙ୍କ ବାଡ଼ିପାଖ ଆମ୍ବଗଛକୁ ଲଗାଇ ଗୋଟିଏ ମଞ୍ଚା ତିଆରି କରୁଚି। ବାଆଁଶ ଖୁଣ୍ଟି ଦୁଇ ହାତ ଗହୀରକୁ ପୋତି ଦେଇଚି। ଉପରେ ତାଳ ବରଡ଼ା ତାଟିଟାକୁ ପକେଇ ଦେଲେ ବଢ଼ି ଶେଷଯାଏଁ ତା'ରି ଉପରେ ରହିଯିବେ। ନଈ ବଢ଼ୁଚି। ଦଶମୀ ଜୁଆର ପାଣି ଠେଲି ରଖିଚି। ନଈପାଣି ସମୁଦ୍ର ଭିତରକୁ ପଶି ପାରୁନାଇଁ। ଏଣେ ପର୍ବତମାଳା ବିନା ଦ୍ୱିଧାରେ ମୁକ୍ତହସ୍ତ। ସୁଅ ଗଡ଼ି ଆସୁଚି ପର୍ବତ କନ୍ଦରରୁ। ଗୋନାସିକାର ଦୁଇଟିଯାକ ପୁଡ଼ା ଖୋଲା। ସମ୍ଭାଳିବ କିଏ? ଗ୍ରାମସେବକ ବାବୁ ରେଡ଼ିଓ ଖବର ପାଇ ଗାଁକୁ ଗାଁ ଶୁଣେଇ ଦେଲେଣି। ବନ୍ୟା ପ୍ରବଳ ଗତିରେ ଆସୁଚି; ମଣିଷ ସାବଧାନ। ସମିତି ଘର କାନ୍ଥ ପଡ଼ିବା ଉପରେ। ଚାରିଆଡ଼େ ପାଣିର ଢେଉ। ବଢ଼ି ମକର ପରି କାନ୍ଥରେ ଆସି କ୍ଷଣକୁ କ୍ଷଣ ଲାଞ୍ଜ ପିଟି ଯାଉଚି। ପାଠାଗାର ବିପନ୍ନ। ବହି ଆଲମାରୀର ଉଦ୍ଧାର ଦର୍କାର। ବହି ଓ ଆଲମାରୀ କେତେ କଷ୍ଟରେ ଯୋଗାଡ଼ ହୋଇଚି। ଗାଁର ନୂଆ ପାଠୁଆଦଳ, ଗ୍ରାମସେବକ, ଆଉ ପରୋପକାରୀମାନେ ସାହାଯ୍ୟ କରିଛନ୍ତି ବହି ଯୋଗଡ଼ରେ। ହେଲେ, ଆଲ୍ମିରା ଖଣ୍ଡି ବହୁ ଅନୁରୋଧ ଓ ତୋଷାମଦିରେ ମିଳିଚି ଗାଁର। ମହାଜନ ଖନା ପଧାନଠାରୁ। ଗୋପବନ୍ଧୁ ବିଦ୍ୟାପୀଠ, ଗାନ୍ଧୀ ଆଶ୍ରମ ପରି ପଧାନ ପାଠାଗାର ହେଲେ ସେ କାଳ କାଳକୁ ବଞ୍ଚିଯାଆନ୍ତା। କିନ୍ତୁ ନାଲୁମିଶ୍ରଙ୍କ ପୁଅ ତାହା କରେଇ ନଦେବାରୁ ସେ ମାଟ୍ରିକ୍ ପାସ୍ ପିଲାଙ୍କ ଉପରେ ରାଗିକି ଖପ୍ପା। ଆଲ୍ମାରୀ ନେଇଯିବ ବୋଲି ଥରେ ଦୁଇଥର ଧମକ ବି ଦେଇଚି। ପାଠାଗାର ଉଦ୍ଧାର ଲାଗି ଭେଣ୍ଡିଆମାନେ ଲାଗି ପଡ଼ିଛନ୍ତି। କିନ୍ତୁ, ରଖିବେ ନେଇ କେଉଁଠି? କାହା ଘରେ? କିଏ ବନ୍ୟା-ବିପନ୍ନ ନହେବ ବୋଲି କଥା ଦେଇପାରିବ? ଗାଁରେ କେହି ଏ ବୋଝ ମୁଣ୍ଡେଇ ପାରିବେ ନାଇଁ। ବନ୍ୟା ସମସ୍ତଙ୍କଠୁଁ ଆତ୍ମବିଶ୍ୱାସ ଟିକକ ବଳାତ୍କାରେ କାଢ଼ି ନେଇଚି। ଏକା ଦେଇପାରେ ସେଇ ଖନା ପଧାନ। ତାର ପଥର ଘର ଉଚ୍ଚ ପିଣ୍ଡା, କୋଠା। ବଡ଼ ବଡ଼ ଚଉପାଢ଼ୀ ଅଛି। ବଢ଼ି ସେଠିକି ପଶିବ ନାଇଁ। ଲକ୍ଷ୍ମୀ ଠାକୁରାଣୀ ସେଠି ଆନନ୍ଦରେ ମହଲସାଜି ରହିଛନ୍ତି କି ନା, ବରୁଣ ଯିବେ କେମିତି କେହି କଣ କନ୍ୟାର ଅମଙ୍ଗଳ ପାଞ୍ଚେ। ଖନା ପଧାନ ଘରକୁ ବହି ଆଲ୍ମିରା ବୁହା ହୋଇ ଯାଉଚି। ସେଇଠି ପାଠାଗାର ରହିବ। ସତେ କେଡ଼େ ଉଦାର ଲୋକ ଏ ଖନା ମହାଜନ। ଲୋକଙ୍କ ସୁବିଧା ଲାଗି ଶିକ୍ଷାର ପ୍ରସାର ଓ ବିକାଶ ଲାଗି କଣ ନ କରୁଛି? ରାମାନନ୍ଦେ ଛାତିଏ ପାଣିରେ ପଶି ପହଞ୍ଚିଲେ ଗଗନ ଗୁଡ଼ିଆ ଘରେ। ଯା'ହେଉ–ବଢ଼ି ୟା' ଭିତରେ କିଛି ଅଶୁଭ କାଣ୍ଡ ଘଟାଇ ବସିନାଇଁ। ଗଗନ ସ୍ତ୍ରୀ ଭୟରେ ଥରୁଚି। ବଢ଼ି ପ୍ରତି ତାର ଟିକେ ହେଲେ ଆସ୍ଥା ନାଇଁ। ଗତବର୍ଷ ସେ ଭଲ କରି ଭୋଗିଚି କି ନା? କାନ୍ଥ ଶକ୍ତ ଅଛି। ପାଣି ପିଣ୍ଡାକୁ ବି ଏ ଯାଏଁ ଛୁଇଁ ନାହିଁ। ରାମାନନ୍ଦେ ଦୀର୍ଘ ନିଶ୍ୱାସମାରି କହିଲେ–ତୁମେ ଆଉ ବ୍ୟସ୍ତ ହୁଅନା ଟିମା-ମା। ବଢ଼ି ଏଥର ଆଉ ତୁମର କିଛି କ୍ଷତି କରିବ ନାହିଁ। ଗଗନ ବୁଦ୍ଧିମାନ। ଉଚ୍ଚ ପିଣ୍ଡା କରିଯାଇଚି। ରାମାନନ୍ଦେ ଫେରିଲେ। ଗାଧୁଆବେଳ ହେଲାଣି। ରାମାନନ୍ଦେ ଘର ପିଣ୍ଡା ଉପରେ ପାଦ ଦେଇଛନ୍ତି କି ନାଇଁ ସୁମି-ମା ବଡ଼ ପାଟିରେ କହିଲେ–ହାଁ-ହାଁ ଦେଖି କରି ଆସ। ସାପଟାଏ କାହୁଁ ଆସି ଦାଣ୍ଡଘରେ ପଶିଚି। ପହିଲେ ତାକୁ କାଢ଼ିବାର ବନ୍ଦୋବସ୍ତ କର। ସୁମି-ମା ଯେମିତି ଆଗରୁ ରାମନନ୍ଦଙ୍କ ଆସିବା ଓ ପିଣ୍ଡାରେ ପ୍ରଥମ-ପାଦ ରଖିବା ମୁହୂର୍ତ୍ତଟିକୁ ଗଭୀର ମନୋନିବେଶ ସହ ଅପେକ୍ଷା କରି ବସିଥିଲେ।